ପୃଥିବୀରେ ବିପ୍ଳବ ଏବେ ମଧ୍ୟ ସରିନାହିଁ। କେବେ ମଧ୍ୟ ସରିବ ନାହିଁ। ଚେତନାର ପ୍ରତିଶ୍ରୁତ ପାହାଚଗୁଡ଼ିକରେ ମଣିଷମାନେ ଉଠି ଯାଉଥିବା ସଙ୍ଗେ ସଙ୍ଗେ ଏବଂ ଆପଣାର ଭିତରୁ ଏବଂ ବାହାରୁ ସେମାନେ ନୂଆ ନୂଆ ଉଚ୍ଚାଟନା ଲାଭ କରୁଥିବା ସଙ୍ଗେ ସଙ୍ଗେ ସ୍ତର ବା ପ୍ରସ୍ଥଗୁଡ଼ିକ ବଦଳି ଯାଉଥିବ ସିନା କିନ୍ତୁ ବିପ୍ଳବ ଲାଗି ରହିଥିବ ଅର୍ଥାତ୍ ଅଗ୍ରଗାମୀ ମାନଙ୍କ ନିମନ୍ତେ ସବୁବେଳେ ଅପେକ୍ଷା ରହିଥିବ। ଭାରତବର୍ଷର ପରାଧିନତାରୁ ମୁକ୍ତ ହୋଇ ଆସିବାର ସଂଗ୍ରାମଟିକୁ ଅଗ୍ରଗାମୀମାନେ ହିଁ କରିଥିଲେ। ସେହି ସଂଗ୍ରାମ ଭାରତବର୍ଷରେ କେତେ କେତେ ଆଖିକୁ ଆସି ଖୋଲିଦେଲା। କେତେ କେତେ ଭାଗ୍ୟବାଦକୁ ଅତିକ୍ରମ କରିଗଲା। ମାତ୍ର ସ୍ୱାଧୀନ ହେବାପରେ ଦେଶବାସୀଙ୍କ ଲାଗି ପରବର୍ତ୍ତୀ ଆହୁରି କେତେ କେତ ସଂଗ୍ରାମର ଅପେକ୍ଷା ରହିଛି ବୋଲି ଜାଣିବାକୁ ଆଦୌ ବିଳମ୍ବ ଲାଗିଲା ନାହିଁ। ଯେଉଁମାନେ ବିପ୍ଳବ ସରିଗଲା ବୋଲି ବସିଗଲେ ସେମାନେ କଦାପି ବାଟ ଦେଖାଇ ନଥାନ୍ତେ। ସେମାନେ ସରକାର ଗଢିଲେ। ରାଜନୀତିରେ ଏପଟ ଓ ସେପଟ ଦୁଇପଟ ହୋଇ ରହିଲେ ଓ ଲାଭ ଖାଇଲେ। ପାଠ ଓ ଅପାଠର ନାହିଁ ନଥିବା ଗୋଦାମମାନ ଖୋଲିଗଲା। ସେଥିରୁ ଯେଉଁ ପାଠୁଆମାନେ ବାହାରିଲେ ସେମାନେ ଉଚ୍ଚ ଦରମା ପାଇଲେ। ଉଚ୍ଚ ସନମାନ ପାଇଲେ। ସାହିତ୍ୟ ବି ସତେଅବା ସିଂହାସନରେ ଯାଇ ବସିଲା। ସିଂହାସନୀମାନେ ସରକାରଙ୍କର ସଂସ୍କୃତି ଘରେ ଜଣେ ଜଣେ ମହାମାନ୍ୟ ପାରିଷଦ ପରି ଦେଖାଗଲେ। ଏମାନେ ସମସ୍ତେ ଚଳନ୍ତି ଏହି ସୁଖମୟ କଳାଟିକୁ ପୁରୁଷାନୁକ୍ରମେ ଭୋଗ କରିବେ ବୋଲି ନିଜର ପିଲାମାନଙ୍କୁ ମଧ୍ୟ ଅନୁରୂପ ଭାବେ ତାଲିମ ଦେଲେ। ସେମାନେ ଯେପରି ମୋଟେ ଚାରିଆଡ଼କୁ ଅନାଇ ଦେଖିବେ ନାହିଁ ସେଥିପାଇଁ ବିବିଧ ଉପାୟରେ ସେମାଙ୍କର ନଜର ଗୁଡ଼ାକୁ ମୋଟା ଗୋଧି ଚମଡ଼ାରେ ଛୁଆଣି କରି ପକାଇଲେ। ତେଣେ ଦେଶରେ ଅଧେ ପିଲା ରହିଲେ। ଯେଉଁମାନେ ନରଖର ହେଲେ। ଅଧେ ଜିଅନ୍ତା ମଣିଷ ରହିଗଲେ ଯେଉଁମାନେ ଅଚେତନ ପ୍ରାୟ ଯୁଗ ଯୁଗରୁ ଯେଉଁପରି ଥିଲେ ଠିକ୍ ସେହିପରି ରହିଲେ। ଆଗର ସେହି ତ୍ରେତୟା ଓ ଦ୍ୱାପର ଯୁଗ ପରି ଦିନରେ ବଦ ବଳଦଙ୍କ ପରି ବାବୁମାନଙ୍କର ବରାଦରେ ଗୋତି ଖଟିଲେ ଓ ରାତିରେ ନାଚିଲେ, ଗାଇଲେ, ବାଦ୍ୟ ବଜାଇଲେ। ଅଗ୍ରଗାମୀମାନଙ୍କର ସେହି ଗୋଷ୍ଠୀଗୁଡ଼ିକୁ ଏବେ ସ୍ୱେଚ୍ଛାସେବୀ ସଂଗଠନ ବୋଲି କୁହାଯାଉଛି। ସେମାନେ ନିଜ ଇଚ୍ଛାରେ କ୍ଷେତ୍ରଟିଏ ବାଛିଛନ୍ତି କ୍ଷେତ୍ରକୁ ଆସିଛନ୍ତି। ଏକ ଅଦ୍ଭୂତ କିସମର ଅସନ୍ତୋଷ ସେମାନଙ୍କୁ ଏଣେ ହକାରି ନେଇ ଆସିଛି। ଏହି ଅସନ୍ତୋଷ ସେମାନଙ୍କ ନିଜ ପାଇଁ ମୋଟେ ନୁହେଁ। ଯେଉଁମାନେ ବଞ୍ଚିତ ହୋଇ ରହିଲେ ସେମାନଙ୍କ ପାଇଁ ସେମାନଙ୍କର ମଞ୍ଜ ଭିତରେ ଏପରି ଏକ ସମ୍ବେଦନାବୋଧ ରହିଛି ଯାହାକି ସେମାନଙ୍କ ନିଜ ସହିତ ବଞ୍ଚିତମାନଙ୍କୁ ମଧ୍ୟ ସାମିଲ କରି ଦେଖିପାରୁଛି। ସେମାନେ ଅଚେତନମାନଙ୍କୁ ଚେତନ କରିବେ ବୋଲି ଏଣେ ବାହାରି ଆସିଛନ୍ତି। ଦେଶର ସମ୍ବିଧାନ ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ। ସେମାନେ ନିଜକୁ ଗୋଟିଏ ଦେଶର ସମର୍ଥ ନାଗରିକ ବୋଲି ଜାଣିବେ। ନିଜର ଭାଗ୍ୟକୁ ନିଜେ ଗଢିବେ ଏବଂ ତାହାରି ଦ୍ୱାରା ଏହି ଦେଶର ଓ ଏହି କାଳର ଅଧିକ କାମରେ ଲାଗିବେ। ନିଜ ପାଇଁ ଶିକ୍ଷା ଦାବି କରିବେ। ଏକ ସମ୍ମାନିତ ଜୀବନ ଦାବି କରିବେ। ନ୍ୟାୟ ଦାବି କରିବେ। ଏହିସବୁ ନାନା ସ୍ୱପ୍ନ ସେମାନଙ୍କୁ ସେଯାଏ ଓହ୍ଲାଇ ନେଇ ଆସିଛି। ଭାରତବର୍ଷ ଯେଉଁଭଳି ଏକ ସମାଜରେ ପରିଣତ ହେବ ବୋଲି ଏକଦା ଏଠାରେ ସଂଗ୍ରାମୀମାନେ କଳ୍ପନା କରିଥିଲେ। ସ୍ୱେଚ୍ଛାସେବୀ ଅଗ୍ରଗାମୀମାନେ ସତେ ଅବା ସବାତଳେ ରହି ଯାଇଥିବା ମଣିଷମାନଙ୍କୁ ତାହାରି ଆଡ଼କୁ ଅଗ୍ରସର କରାଇନେବେ ବୋଲି ସେମାନଙ୍କ ପାଖରେ ଯାଇ ପହଞ୍ଚିଛନ୍ତି। ଅଗ୍ରଗାମୀମାନେ ଗୋଟିଏ ଚାକିରି କରିବେ ବୋଲି ସେଠାକୁ ଯାଇନାହାନ୍ତି। ଅଧିକାଂଶ କ୍ଷେତ୍ରରେ ସେମାନେ ପ୍ରାୟ ଖାଲି ହାତରେ ନିଜ ପାଇଁ-